କିଏ ରୋଗରେ ପଡ଼ିଛି ତ ନାନୀ ତା' ଗୋଡ଼ପାଖେ ଜଗି ବସିଛି, କିଏ ଓଷା ପରବର କାମ ଭିଡ଼ରେ ନାକ ନିଃଶ୍ୱାସ ପକେଇବାକୁ ଫୁରୁସତ୍ ପାଉନାହିଁ ତ ନାନୀକି ନ ଡାକୁଣୁ ବେଳେ ଯାଇ ପାଇଟି କରି ଦେଇଛି। ତା' ଦେହର ଗଢ଼ଣଟି କେଡ଼େ ନିଖୁଣ, ରଙ୍ଗଟି ତୋଫା ଗୋରା। ପାନ ପତର ପରି ମହଁ, ଶୁଆ ଥଣ୍ଟିଆ ନାକ, କମଳା ଚିରୁଡ଼ା ପରି ପାତଳ ଗୋଲାପି ଓଠ ଦିଫାଳ, ଆମ ଗାଆଁର କୋଉ ଝିଅ ବୋହୂ ଭଲା ତା' ପାସଙ୍ଗରେ ପଡ଼ିବେ? ଏଡ଼େ ସୁନ୍ଦରୀ ସୀତା ନାନୀ ମୋର ପିନ୍ଧେ ଖଣ୍ଡେ ଧଡ଼ି ବିହିନ ଧଳା ଥାନ ଲୁଗା। ତା' ନିଟୋଳ ଶୁଭ୍ର ନିରାଭରଣ ହାତ ଦି'ଟାକୁ ଅନେଇ ଦେଲେ, ଦୁନିଆର ସକଳ ଐଶ୍ୱର୍ଯ୍ୟ ପ୍ରତି ବିତୃଷ୍ଣା ଆସେ। କ'ଣ ହେବ ଏତେ ଅଳଙ୍କାର, ଏତେ ପ୍ରସାଧାନ ସାମଗ୍ରୀ ଥାଇ, ସୀତା ନାନୀ ଭଳିଆ ଝିଅ, ଯେବେ ଅନାଭରଣା ଅନାଦୃତା ହୋଇ ବୁଲିଲା? ତା' ଭାଉଜମାନଙ୍କ କଥା ଛାଡ଼। ଜନ୍ମ କଲା ମାଆ, ପାଚିଲା ବାଳକୁ ପାତିଆ ପରି କୁଣ୍ଡେଇଁ, ମୋଟା ସିନ୍ଦୁର ଗାର ଟାଣି ଦେଉଛି। ସୁନା, ରୁପା ଗହଣାରେ ମଣ୍ଡି ହୋଇଛି ଦେହ ଯାକ, ଆଉ ସୀତା ନାନୀ? ସମସ୍ତେ ଭୂରି ଭୋଜନରେ ପରିତୃପ୍ତିର ହାକୁଟି ମାଇଲା ବେଳେ, ବୁଲା କାଙ୍ଗାଳି କୁତୀଟିଏ ଭଳି ଚାହିଁ ରହିଛି ଆହା ବିଚାରି କେଡ଼େ ଦୋଷକୁ ଏଡ଼େ ଶାସ୍ତି? ଏ ପ୍ରଶ୍ନର ଉତ୍ତର ପାଇଥିଲି ଅନେକ ପରେ ଭାଗ୍ୟ ସତୀ ନାନୀର ଭାଗ୍ୟ ତାକୁ ଦେଇଛି ଏଇ ଗୁରୁ-ଦଣ୍ଡ। କେଜାଣି କୋଉ ଜନ୍ମ ଜନ୍ମାନ୍ତରର ପାପ ପାଇଁ। ଅଷ୍ଟମଙ୍ଗଳା ବାସୀ ହଇଜାରେ ତା'ବର ଆଖି ବୁଜି ଦେଲା, କିନ୍ତୁ ଅନେଇ ରହିଥିବା ସୀତା ନାନୀ ପାଇଁ ସଂସାରର ସ୍ୱରୂପ ସେହି ମୁହୂର୍ତ୍ତରେ ବଦଳି ଗଲା। ତା' ପାଇଁ ଫୁଲରେ ବାସନା ରହିଲା ନାହିଁ- ଘାସରେ ସବୁଜିମା ରହିଲା ନାହିଁ–ସଙ୍ଗୀତରେ ମୂର୍ଚ୍ଛତା ରହିଲା ନାହିଁ। ଶାଶୁଘରେ ତ ତା'ର ସ୍ଥାନ ନଥିଲା, ବାପ ଘରେ ଆଶ୍ରୟଟିକି ଭିତରେ ବା ଥିଲା କେଉଁ ଆଶ୍ୱାସ କେଉଁ ସାନ୍ତ୍ୱନା, କେଉଁ ଭରସା? ସୀତା ନାନୀ ଭାଇ, ଭାଉଜ ଆତ୍ମୀୟ ସ୍ୱଜନଙ୍କର ଏକ ଅନାକାଂକ୍ଷିତ ଭାରି ବୋଝ ହୋଇ ସମସ୍ତଙ୍କୁ ଯେପରି ଅଣନିଃଶ୍ୱାସୀ କରିପକାଉଥିଲା। ଥରେ ମାତ୍ର ନାନୀର ଜଣେ ଦୂର ସଂପର୍କୀୟ କକେଇ ନାନୀ ପାଇଁ ଆଉଥରେ ବିବାହର ପ୍ରସ୍ତାବ ଉଠାଇଥିଲେ। ଆଉ କେହି ନୁହେଁ–ଖୋଦ୍ ନାନୀର ଜନ୍ମଦାତା ରଘୁ ମିଶ୍ରେ ପ୍ରବଳ କ୍ଷୋଭରେ ହାତ ହଲେଇ ମୁଣ୍ଡ ଝାଙ୍କି ଉତ୍ତର ଦେଲେ, ବଞ୍ଚି ଥାଉଁ ଥାଉଁ ଏ କଥା କାନ ଶୁଣିଲା! ଆଉ ଯେଉଁଠି ହେଉ, ବାରେ ନୁହେଁ ହଜାର ବାର ହେଉ, ତା' ବୋଲି ମିଶ୍ର କୁଳରେ ଏଡ଼େ ଅନାଚାର ପଶିବ? ଆଗେ ତ ପୁଣି ବାଳୁତ ବିଧବା ଧର୍ମକୁ ଚାହିଁ ବେଳ କାଟୁଥିଲେ। ଦାନ ସିନା ଥରେ କରାଯାଏ? ମିଶ୍ରେ କିମିତି ବୁଝିବେ ମଣିଷ ସୁନା, ରୁପା, ପାଟ ଛିଟ କି ବାସନକୁଶନ ନୁହେଁ–ଅଚଳନ୍ତି, ନିର୍ଜୀବ, ଜଡ଼ ବସ୍ତୁ ନୁହେଁ – ତା'ର ଦେହ ଅଛି, ମନ ଅଛି ଆତ୍ମା ଅଛି! ଆଉ ଅଛି ଏକ ପ୍ରଚଣ୍ଡ ନିଃସଙ୍ଗତା ଭିତରେ ଦେହ ପ୍ରାଣ ମନର ଜ୍ୱାଳା! ଦେହର କ୍ଷୁଧା, ମନର କାମନା, ଆତ୍ମାର ଆଲୋକ ତାକୁ ସ୍ପନ୍ଦିତ ପ୍ରସାରିତ କରୁଛି! ସୀତା ନାନୀ ପାଇଁ ସଂସାରଟା ଯେମିତି ଆଉରି ନୀରସ, ଶୁଷ୍କ ଓ ଆକର୍ଷଣହୀନ ହୋଇ ଉଠିଲା